ଗାଁ ପୋଖରୀରୁ ପଦ୍ମଫୁଲ ଆଣିବାକୁ ଭିକାକୁ ମାଗି କହିଥିଲା। ଭିକା ପଦ୍ମଫୁଲ ଆଣୁ ଆଣୁ ବୁଡ଼ିଯାଇ ଥାଆନ୍ତା, ମାଗି ଆଖି ବୁଜି ହୋଇଗଲା। କାନ୍ଦି କାନ୍ଦି ଡାକି ଡାକି ଆଗେଇଲା। ଭିକାକୁ ରକ୍ଷା କରିବାକୁ ଯାଇ ଉଭୟେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ। ଗାଁର ପହିଲିମାନ ସନେଇ ଆସି ରକ୍ଷା କରିଦେଲା। କଥାଟା ଫୁଟ ଫାଟ ହେଲା। ଭିକା ବାପ ଆସି ମାଗି ବାପକୁ ଆଚ୍ଛା କରି ଦୁଇପଦ ଶୁଣାଇ ଦେଇଗଲା। ଭିତରେ ଭିତରେ ଯେଉଁ କଳହ ବହ୍ନି ଦୁକୁ ଦୁକୁ ହୋଇ ଜଳୁଥିଲା, ଇନ୍ଧନ ପାଇଲା, ଭଲ କରି ଜଳିଉଠିଲା। ପୁଣି ଉଭୟେ କେହି କାହାକୁ କଥା କହିଲେ ନାହିଁ। ଭିକା ପାଠପଢ଼ା ବନ୍ଦ ତ ହେଲା ନାହିଁ, ମାଗିର ପାଠ ବନ୍ଦ ହେଲା। ଚଇତନ ଓ ପ୍ରଧାନ ଗୁରୁଜୀ କପିଳ ପାଖକୁ ଗଲେ। ବହୁ ବୁଝା ବୁଝି ପରେ ଶୁଣିଲେ, ଝିଅ ପିଲା ଦୁଇ ଅକ୍ଷର ତ ଶିଖିଲାଣି, ଗଣି ଜାଣିଲାଣି, ଆଉ କାହିଁକି? ବଡ଼ଟିଏ ହେଇଗଲାଣି, ଏଣିକି ଘରକାମ ଦେଖୁ ଘରକାମ ଦେଖିଲା ମାଗି। ଗାଁ ପାଠ ସାରି ଭିକା ଦୂର ଗାଁ ସ୍କୁଲକୁ ଯାଇ ବଡ଼ ସ୍କୁଲରେ ପାଠପଢ଼ି ନାମ ଅର୍ଜିଲା। ପାଠ ପଢ଼ିସାରି ଗାଁରେ ମାଷ୍ଟ୍ର ଚାକିରୀ କଲା। ଭିକାରୀ ବିବାହ ପ୍ରସଙ୍ଗ ଆସେ। ମାଗିର ମଧ୍ୟ। ଉଭୟେ ଭାଙ୍ଗି ଦିଅନ୍ତି। କାରଣ ଜଣାଥିବା ସେ ଦୁହିଁଙ୍କୁ। ଅନ୍ୟକୁ ପ୍ରକାଶ କରନ୍ତି ନାହିଁ। ନ କହିଲେ କିଏ ଜାଣିବ! ମଣିଷ ମନ ତ, ଭଗବାନ ସ୍ୱୟଂ ଜାଣିପାରି ନାହାନ୍ତି, ଆଉ ଏ ଅଶିକ୍ଷିତ ଗାଉଁଲୀ ବାପ ମା ଦୁଇଟି ଜାଣନ୍ତେ କିପରି-? ସନ୍ଦେହ କରନ୍ତି। ଭାବନ୍ତି 'ଭିକା' ଆଉ 'ମାଗି' କ'ଣ କଥା ଦିଆନିଆ ହେଇଚନ୍ତି କି? ଭାବନ୍ତି ସିନା, ପଚାରିବାକୁ ସାହସ ହୁଏ ନାହିଁ। ହିଁ କରିଦେଲେ, ଏ କଥା ତ କେବେ ସମ୍ଭବ ନୁହଁ-। ଚଇତନ ହେଲେ ହଁ କରନ୍ତା; ମାତ୍ର କପିଳ ବେହେରା କାଉଁରୀ କାଠି, ଭାଜିବ ସିନା ଲଇଁବ ନାହିଁ-। ଲୋକେ ଛି ଛାକର କରନ୍ତି। ପୁଅ ଓ ଝିଅ ଦୁଇଟି ବୁଢ଼ା ବୁଢ଼ୀ ହୋଇ ରହିବାଟାକୁ, ହାଟ, ଘାଟ ଚାରିଆଡ଼େ ଆଲୋଚନା କରନ୍ତି। ଏଥିରେ ବାପ ମା'ଙ୍କୁ ବଡ଼ କାଟେ। ପିଲା ଦୁଇଟା ବଡ଼ ହେଇଗଲାଣି। କହିଲେ କାଳେ କ'ଣ କରିବସିବେ, ଏଣେ କହିଲେ କୁଳ ଭାସିବା ଉପରେ। ଭାବିଚିନ୍ତି କହିବାକୁ ହେବ। ଚଇତନ କପିଳକୁ ଆଉ କପିଳ ଚଇତନକୁ ଅପେକ୍ଷା କରନ୍ତି। ଜଣକର ପିଲା ବିଭା ହେଇଗଲା ଅନ୍ୟ ପକ୍ଷେ ସୁବର୍ଣ୍ଣ ସୁଯୋଗ ଜୁଟିଯିବ। ମାତ୍ର କିଏ ଆଗେଇ ଯିବ। 'ଝିଅ' 'ଘିଅ' ରହିଲେ ଭଲ ନୁହେଁ। କପିଳ ଆଗେଇ ଗଲା। ଝିଅ ପାଇଁ ବର ଠିକ୍ କଲା। ଆଗାମୀ ବଇଶାଖରେ ବିବାହ। ଏମାସ ଡେଇଁଗଲେ ଜ୍ୟେଷ୍ଠମାସରେ ଜ୍ୟେଷ୍ଠ ସନ୍ତାନର ବିବାହ ସମ୍ପର୍କ କରିବା ଅନୁଚିତ। ଜ୍ୟୋତିଷ, ପୁରୋହିତ ଆଦି ବସିଲେ। ଖଡ଼ି ପଡ଼ିଲା। ଦିନ କାଳ ଠିକ୍ ହେଲା। ପାତ୍ରଟି ପାଠ ସିନା ପଢ଼ିନି; ସୁଶ୍ରୀ, ଧନାଢ଼୍ୟ। ଚଇତନ ବି ଅପେକ୍ଷା କରିଥିଲା। କପିଳ ଝିଅକୁ ପୁଅ ମିଳିଲା, ଆଉ ସେ କ'ଣ ନ ପାଇବା ପକ୍ଷ? ପୁଅ ପକ୍ଷ ତାର। ସୁନ୍ଦର ଝିଅ ମାଳକୁ ମାଳ। ବାଛିବାକୁ ହେବ। ବାଛିଲା ସାକ୍ଷାତ୍ ଗୌରୀ ପରି ଅନିନ୍ଦ୍ୟସୁନ୍ଦରୀ ଝିଅଟିଏ। ଟିକିଏ ଦୂର ଗାଁ ଭଲ। ଦୂର ପରବତ ସୁନ୍ଦର, ଦୂର ବନ୍ଧୁ ସୁନ୍ଦର। ହେଇଯାଉ, କପିଳ ଝିଅକୁ ଆଶା କରିଥିଲା। ଝିଅଟି ବି ବାପ ମା'ଠାରୁ ଅଧିକ ସ୍ନେହ ଆଖିରେ ଚଇତନ ଆଉ ତା ସ୍ତ୍ରୀକୁ ଦେଖୁଥିଲା। ଏ ଘରକୁ ଆସିଥିଲେ ବଡ଼ ଭଲ ହୋଇଥାଆନ୍ତା। କପିଳଟା ହୁଣ୍ତା, ତା ସ୍ତ୍ରୀଟା ଉଲ୍ଲୀ। ଏ ଦୁହିଁଙ୍କୁ କିଏ ବୁଝାଇବ। ନ ହେଉ। ଠିକ୍ 'ମାଗି' ବିଭାଘର ଦିନ ଠିକ୍ ହେଲା ଭିକା ବିଭାଘର। କଥାଟା ପ୍ରକାଶିତ ହେଲା। ସଭିଏଁ ଜାଣିଲେ। ଆଶ୍ୱସ୍ତିର ନିଶ୍ୱାସ ମାରିଲେ। ସମସ୍ତେ ସୁଖୀ। ଯୋଡ଼ା ଯୋଡ଼ା ବିଭାଘର ହେବ। ଭୋଜି ଭାତ ମଉଜ ମଜଲିସ ହେବ। ଦିନ ଗଣା ଚାଲିଥାଏ। ଆଉ ପନ୍ଦର ଦିନ, ସପ୍ତାହେ ରହିଲା। ପଅରଦିନ, ଅବଶେଷରେ କାଲି ଆସି ପହୁଞ୍ଚିଲା। ରାତି ପାହିଲେ ବାହାଘର ହବ। ଶାନ୍ତିରେ ଯିଏ ଯେମିତି ଶୋଇଲେ। କପିଳ ଓ ଚଇତନଙ୍କ ଘରେ ଗହଳ। ବନ୍ଧୁ ବାନ୍ଧବ, ଜ୍ଞାନ ଗୋତ୍ରର ଲୋକେ ଠୁଳ।